'' ''ତା' ହେଲେ ତ ବେଶ୍ ଆମେ ସେଠାରେ ମୋଟ ଆଠଗୋଟି କୋଠରି ରଖିଛୁ। '' ''ଏଥର ଆଉ ତୁମର ଚିନ୍ତା କାହିଁକି ଲେନା? '' ଇଞ୍ଜିନିଅର୍ ସାହେବ ତ ତୁମ୍ଭମାନଙ୍କ ପାଇଁ ସବୁ ବନ୍ଦୋବସ୍ତ କରି ଦେଇଛନ୍ତି। ପୁଣି ତୁମ ସଂଖ୍ୟା ଛ'କି ସାତ। ଆଉ ଭୟ କାହିଁକି? ଆଉ ତ ସେଠି ଏ ବୁଢ଼ାର ପ୍ରୟୋଜନ ହେବ ନାହିଁ? '' ବୃଦ୍ଧ ସେପିଲୋଭ୍ ହସି ହସି ଲେନାଆଡ଼କୁ ଉତ୍ତର ଅପେକ୍ଷାରେ ଅନାଇ କହିଲେ। ଲେନା ଉତ୍ତର ଦେଇ ନ ପାରି ତା'ର ଲୀଳା-ଚଞ୍ଚଳ ଦୃଷ୍ଟିରେ ବୃଦ୍ଧଙ୍କୁ ଅନାଇ ରହିଲା। କୃତ୍ରିମ ଉପଗ୍ରହରେ ବୁଲୁ ବୁଲୁ ବୃଦ୍ଧ ପାଲାଭିନ୍ଙ୍କୁ ଲକ୍ଷ୍ୟ କରି ଲେନା ପଚାରିଲା–''ଉପଗ୍ରହରେ ତିନିଗୋଟି ପର୍ଯ୍ୟବେକ୍ଷଣାଗାର ଯେ କାହିଁକି କରାଯାଇଛି, ମୁଁ ବୁଝିପାରୁନି-। ଗୋଟିଏ କିମ୍ୱା ଦୁଇଟି ପର୍ଯ୍ୟବେକ୍ଷଣାଗାର ହୋଇଥିଲେ ତ କାମ ବେଶ୍ ଚଳିଥାନ୍ତା-? '' ରହସ୍ୟ କରି ବୃଦ୍ଧ ସେପିଲୋଭ୍ ଲେନାକୁ ପୁଣି କହିଲେ–''ତୁମେ କ'ଣ ଏତକ ଜାଣିପାରୁନ ଲେନା? ଓହୋ, ତୁମେ ପରା ବିଜ୍ଞାନ ଏକାଡେମୀର ଦ୍ୱିତୀୟ ଦିନ ଅଧିବେଶନରେ ନ ଥିଲ? ଇଭ୍ମାନମନ୍ଦିରର ଜ୍ୟୋତିଃ-ପଦାର୍ଥବିଦ୍ୟାବିତ୍ ଲିଓନୋଭଙ୍କ ବକ୍ତୃତା ଶୁଣିଥିଲେ, ତୁମେ ଆଜି ଏ ପ୍ରଶ୍ନ ପଚାରି ନ ଥାନ୍ତ। ଏ ତିନୋଟି ପର୍ଯ୍ୟବେକ୍ଷଣାଗାର ଭିତରୁ ଗୋଟିଏ ବ୍ୟବହୃତ ହେବ ମହାଶୂନ୍ୟ ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରଆଡ଼େ। ଦ୍ୱିତୀୟଟି ବ୍ୟବହୃତ ହେବ ଆମ ଶତ୍ରୁ ରାଜ୍ୟଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ଦିଗରେ ଓ ତୃତୀୟଟି... '' ବୃଦ୍ଧ ସେପିଲୋଭ୍ଙ୍କ ମୁହଁରୁ କଥା ଛଡ଼ାଇ ନେଇ ବୃଦ୍ଧ ପାଲାଭିନ୍ କହିଲେ, ''... ମଧ୍ୟ ସେଇ ଶତ୍ରୁ ରାଜ୍ୟଆଡ଼େ। ତେବେ ତୃତୀୟର କେବଳ କାମ ହେବ ଶତ୍ରୁରାଜ୍ୟର ବଡ଼ ବଡ଼ ନୌଘାଟି, ବ୍ୟବସାୟ ଓ ବାଣିଜ୍ୟ କେନ୍ଦ୍ର ଆଦିକୁ ଠାବ କରି ସେମାନଙ୍କର ଦ୍ରାଘିମା ଆକ୍ଷାଂଶ ଆଦି ମାପିବା। '' ଏତକ କହି ବୃଦ୍ଧ ପାଲାଭିନ୍ ବୃଦ୍ଧ ସେପିଲୋଭ୍ଙ୍କ କାନ୍ଧରେ ହାତ ରଖି ହସି ହସି ବେଦମ୍ ହୋଇଗଲେ। ଦୁଇ ବୃଦ୍ଧଙ୍କ ଏ ହାସ୍ୟରୋଳ ଦେଖି ଅନ୍ୟମାନେ ନହସି ରହି ପାରିଲେ ନାହିଁ। କିଛି ସମୟପରେ ବୃଦ୍ଧ ପାଲାଭିନ୍ ହାସ୍ୟ ସମ୍ୱରଣ ଲେନାକୁ ପଚାରିଲେ, ''ଏଥର ବୁଝିପାରିଲ ଲେନା, ତିନୋଟି ପର୍ଯ୍ୟବେଣାଗାରର ତାତ୍ପର୍ଯ୍ୟ କଅଣ? ତୁମେ ଏଥିଭିତରୁ କେଉଁ ପର୍ଯ୍ୟବେକ୍ଷଣାଗାରର ଦାୟିତ୍ୱ ନେବାକୁ ଚାହୁଁଛ ମୁଁ ଶୁଣେ। '' ବୃଦ୍ଧଙ୍କ ମୁଖରେ ପୁଣି ପୂର୍ବଭଳି ହସ। ଲେନା ବୃଦ୍ଧଦ୍ୱୟଙ୍କ। କଥାରୁ କିଛି ବୁଝିପାରିଲାନି। ବଡ଼ ଅସହାୟ ହୋଇ ଆଲେସ୍କିଙ୍କ ଆଡ଼େ ଅନାଇ ରହିଲା ଏହି ରହସ୍ୟ ସମ୍ୱନ୍ଧରେ କିଛି ଇସାରା ପାଇବା ପାଇଁ। ଆଲେସ୍କି ମଧ୍ୟ ସେ ପର୍ଯ୍ୟନ୍ତ ନିଜର ହାସ୍ୟ ସମ୍ୱରଣ କରି ପାରି ନ ଥିଲେ। କିଛି ସମୟ ପରେ ପାଲାଭିନ୍ ଲେନାଙ୍କଆଡ଼କୁ ଅନାଇ କହିଲେ-''ବୁଝିଲ ଲେନା, କିଛିଦିନ ତଳେ ଆମ ମାନମନ୍ଦିରରେ ଯେଉଁ ଅଧିବେଶନ ବସିଥିଲା, ସେଥିରେ ସଭ୍ୟ ଲିଓନୋଭ୍ ପ୍ରସ୍ତାବ କରିଥିଲେ ଯେ, ଆମେ ଏହି କୃତ୍ରିମ ଉପଗ୍ରହ ସାହାଯ୍ୟରେ ଶତ୍ରୁ ରାଜ୍ୟ ଉପରେ ଦୃଷ୍ଟି ରଖି ଯୁଦ୍ଧ ସମୟରେ ଏହି କୃତ୍ରିମ ଉପଗ୍ରହରୁ ତାହା ଉପରେ ଆକ୍ରମଣ ଚଳାଇ ପାରିବା। ସେହି ସଭ୍ୟଙ୍କ ଏଭଳି ବକ୍ତବ୍ୟରେ ସେଦିନ ସଭାରେ ଭାରି ଗଣ୍ଡଗୋଳ ହୋଇଥିଲା ଓ ସେହି ସଭ୍ୟ ତାଙ୍କର ବକ୍ତବ୍ୟକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ। ସେଇ ସଭ୍ୟଙ୍କ ବକ୍ତବ୍ୟକୁ ରହସ୍ୟ କରି ସେପିଲୋଭ୍ ତୁମକୁ ସେପରି କହୁଛନ୍ତି। କୃତ୍ରିମ ଉପଗ୍ରହରେ ତିନୋଟି ପର୍ଯ୍ୟବେକ୍ଷଣାଗାର କରାଯାଇଛି ବହୁ ଚିନ୍ତା ଓ ଆଲୋଚନା ପରେ। କୃତ୍ରିମ ଉପଗ୍ରହରେ ପ୍ରତ୍ୟେକ ପର୍ଯ୍ୟବେକ୍ଷଣାଗାରର